ତା' ଛଡ଼ା ଆପଣମାନେ କେବେ ବାହାର ଲୋକଙ୍କ ପରିଚୟ ପାଇବାକୁ ଅଥବା ନିଜର ପରିଚୟ ଦେବାକୁ ଇଚ୍ଛା କରୁ ନ ଥିଲେ। ତେଣୁ ଜୟରାମ ମିଶ୍ର ଅଥବା ସୌଭାଗ୍ୟ ମିଶ୍ର କିଏ ଆଉ କାହାକୁ ଜାଣିବା ମୋ ପକ୍ଷରେ ସହଜ ନ ଥିଲା। ହଠାତ୍ ଏସ୍. ପି. ସାହେବ ଶତ୍ରୁଜିତ୍ଙ୍କ କଥାରେ ବାଧା ଦେଇ କହିଲେ-ଆପଣ ନିଜେ କହୁଥିଲେ, ଜୟରାମ ମିଶ୍ରଙ୍କର ଅର୍ଦ୍ଧାଧିକ ଚୂଳ ଧଳା ପଡ଼ିଯାଇଥିଲା। ଆଉ ମୃତ ଶବର ମଧ୍ୟ ଶତ୍ରୁଜିତ୍ ହସିଲେ। ଏହା ହେଉଛି ଜୟରାମ ମିଶ୍ରଙ୍କ ସପକ୍ଷରେ ଏକ ମସ୍ତବଡ଼ ପ୍ରମାଣ-। କାରଣ ପ୍ରକୃତରେ ଜୟରାମ ମିଶ୍ରଙ୍କର ଅର୍ଦ୍ଧାଧିକ ଚୁଳ ଧଳା ଏବଂ ସୌଭାଗ୍ୟ ମିଶ୍ର ସେ ଦୁର୍ଭାଗ୍ୟରୁ ବଞ୍ଚିତ ହୋଇଥିଲେ। ତାଙ୍କର ଚୂଳ ଧଳା କରି ନ ଦେଲେ ସେ ଜୟରାମ ମିଶ୍ର ନାମରେ ପରିଚିତ ହୋଇପାରିବେ ନାହିଁ। ଏହି ଉଦ୍ଦେଶ୍ୟ ନେଇ ଗତକାଲି ଟା ବେଳେ ତାଙ୍କୁ ଏକ ଫରେଷ୍ଟ ନିଲାମରେ ନେବାକୁ ଚନ୍ଦକା ଜଙ୍ଗଲ ଆଡ଼େ ନେଇଯାଇଥିଲେ। ଆଉ ସୌଭାଗ୍ୟ ମିଶ୍ର ଡ୍ରାଇଭ୍ କରୁଥିବାବେଳେ ଏକ ଲୁହା ରଡ୍ରେ ଶକ୍ତଭାବରେ ତାଙ୍କର ମସ୍ତକରେ ଆଘାତ କରିଥିଲେ-। ସେ ମରିଯିବା ପରେ ତାଙ୍କର ହାତ, ମୁହଁ ଆଉ ଗୋଡ଼ଗୁଡ଼ିକ ବିକୃତ କରି ଏହି ଔଷଧ ଅର୍ଦ୍ଧାଧିକ ଚୂଳରେ ଲେପନ କରି ପାଣି ଭିତରକୁ ଫିଙ୍ଗିଦେଇଥିଲେ। ପକେଟରୁ ପୂର୍ବୋକ୍ତ ଶିଶିଟି ବାହାର କରି ଏସ୍. ପି. ସାହେବଙ୍କୁ ଧରାଇଦେଲେ। ତା'ପରେ ଗମ୍ଭୀର ଭାବରେ କହିଲେ-ଏହି ତୈଳର ଏଭଳି ଗୁଣ ଅଛି ଯେ ସାଧାରଣତଃ ଧଳା ଚୂଳ କଳା ଦେଖାଯିବ। କିନ୍ତୁ କିଛି ସମୟ ପାଣି ଭିତରେ ଚୂଳଗୁଡ଼ିକ ବୁଡ଼ିରହିଲେ ପାଣି ସହିତ ଏହି ଔଷଧର କେମିକ୍ୟାଲ୍ ରିଏକ୍ସନ୍ହୋଇ ଏଇ ତୈଳ ଲାଗିଥିବା ଅଂଶଗୁଡ଼ିକ ଧଳା ହୋଇଯିବ। ସୌଭାଗ୍ୟ ମିଶ୍ରଙ୍କର ଅବସ୍ଥା ମଧ୍ୟ ଠିକ୍ ସେଇ ଅନୁରୂପ ହୋଇଥିଲା। ତାଙ୍କ କାମ ଶେଷ କରି ଜୟରାମ ମିଶ୍ର ସିଧାସଳଖ ମୋ ପାଖକୁ ଆସି ଗୋଟିଏ ପ୍ରସ୍ତାବ ଦେଲେ ଯେ ସୌଭାଗ୍ୟ ମିଶ୍ରଙ୍କୁ ଆଜି ରାତିକ ଯଦି ଜଗି ଦିଆଯାଏ, ତା'ହେଲେ ତାଙ୍କ ଉପରେ ଆଉ କୌଣସି ବିପଦ ଆସିବ ନାହିଁ। ତେଣୁ ମୁଁ ସୌଭାଗ୍ୟ ମିଶ୍ରଙ୍କୁ ଜଗିରହେଁ ଏହା ସେ ଚାହୁଥିଲେ। ଆଉ କିପରି ତାଙ୍କୁ ଫଲୋ କରିବାକୁ ହେବ ଏକଥା ମଧ୍ୟ ମୁଁ ଆପଣଙ୍କୁ କହିଛି। ଏହାଦ୍ୱାରା ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ସେ ଯେ ରାତିସାରା କୁଆଡ଼େ ବାହାରିନାହାନ୍ତି, ତାହା ମୋର ଲୋକେ ପ୍ରମାଣ ଦେଇପାରିବେ ଏଇକଥା ମୋ ମନରେ ସନ୍ଦେହର ବୀଜ ସୃଷ୍ଟି କରିଥିଲା। ତାଙ୍କର ଧାରଣା ଥିଲା ସୌଭାଗ୍ୟ ମିଶ୍ରଙ୍କ ଶବ ପୋଷ୍ଠମୋଟମ ହେଉ ହେଉ ଗୋଟିଏ ଦିନ ଚାଲିଯିବ। ଆଉ ରିପୋର୍ଟ ପାଇ ଯେତେବେଳେ ହତ୍ୟାର ସମୟ ଜଣାପଡ଼ିବ ସେତେବେଳେ ଜୟରାମ ଭାରତ ଛାଡ଼ି ଚାଲିଯାଇଥିବେ। ମିଷ୍ଟର ବହିଦାର! ମିଷ୍ଟର ମିଶ୍ରଙ୍କର କେଶଗୁଡ଼ିକ ବର୍ତ୍ତମାନ ଏକ ଟର୍କିସ ଟାଓ୍ୱେଲରେ ପୋଛିଦିଅନ୍ତୁ। ତା' ପରେ ଦେଖନ୍ତୁ ସେ ଚୂଳଗୁଡ଼ିକ ଧଳା କି ନୁହେଁ। ମିଷ୍ଟର ମହାପାତ୍ର! ଆପଣ ଭିତରକୁ ଆସନ୍ତୁ। ବାନାମ୍ବର ମହାପାତ୍ରଙ୍କୁ ଭିତରକୁ ଆସିବାର ଦେଖି ମିଷ୍ଟର ମିଶ୍ର ଇତସ୍ତତଃ ହୋଇପଡ଼ିଲେ। ମିଷ୍ଟର ମହାପାତ୍ର! ଏ ଯେ ସ୍ୱୟଂ ଜୟରାମ ମିଶ୍ର ଏ ବିଷୟରେ ଆପଣଙ୍କର ସନ୍ଦେହ ନାହିଁ ନିଶ୍ଚୟ? କିଛି ସମୟ ସ୍ତବ୍ଧ ଚକିତ ଭାବରେ ତାଙ୍କ ଉପରେ ଦୃଷ୍ଟି ନିବଦ୍ଧ କରି ମୁଖ ଅବନତ କଲେ ବନାମ୍ବର ମହାପାତ୍ର। ତା'ପରେ କହିଲେ-ପ୍ରକୃତରେ ଆପଣଙ୍କର ତୀକ୍ଷ୍ଣ ବୁଦ୍ଧିର ପ୍ରଶଂସା ମୁଁ ଅନେକଥର ଶୁଣିଥିଲି,